ସୁନା ରଙ୍ଗ ତା'ର ସେଦିନ କଳା ଦିଶୁଥିଲା। ଝଡ଼ି ଯାଇଥିଲା ସିଏ। ହଁ, ଅନେକ ଝଡ଼ି ଯାଇଥିଲା। ତଥାପି ତାକୁ ମୁଁ ଚିହ୍ନି ପକାଇଲି। ଧାଇଁ ଯାଇ ତାକୁ ଛାତିରେ ଜାକି ଆକୁଳ କଣ୍ଠରେ କହିଲି, ମୋରି ଉପରେ ରାଗି ଏତେ ଧନ ସମ୍ପତ୍ତି ଛାଡ଼ି ଏଇଆ ହୋଇ ବୁଲିଲୁ ତୁ ରାଜା? ମୋ ସୁନା ଭାଇଟା ପରା, ଆଉ ତୁ ଯାଆନା କୁଆଡ଼କୁ। ତୋରି ଲାଗି ଆଜି ବି ଛାୟାର ଆତ୍ମା ବାହୁନି ବାହୁନି ଘୂରି ବୁଲୁଥିବ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁର। ଭଣ୍ଡାରୀ ଡାକି ଓହ୍ଲାଇ ପକା ମୁଣ୍ଡରୁ ତୋର ଏଇ ଅବାଞ୍ଛିତ ଜଟାଭାର। କାଟି ପକା ତୋର ଏଇ ଦାଢ଼ିର ଅରଣ୍ୟ। ସୁନା ପ୍ରତିମା ପରି ବୋହୂ ଆଣି ଦେବି। ଘର କର, ଘରେ ରହ। ଛାୟା ଯାଇଛି, ତୁ ଥା ମୋ ପାଖରେ। ତୁ ମତେ ଛାଡ଼ି ଯାଆନା। ଆଶ୍ଚର୍ଯ୍ୟ ଆଖିରେ ଚାହିଁଲେ ଡାକ୍ତର ଚୌଧୁରୀଙ୍କ ମୁହଁକୁ। କହିଲେ ଆସିଥିଲେ ରାଜା କକେଇ। ରାଜା କକେଇ ଆସିଥିଲେ! ମାତ୍ର ଏଇ ଦେଢ଼ ବର୍ଷ ତଳେ! ଆପଣଙ୍କ କଥାର କି ଉତ୍ତର ଦେଲେ ସେ? ହସିଲେ କନକନାରାୟଣ। କହିଲେ ମୋ କଥା ଶୁଣି ସେ ସେଦିନ ମଉଳା ହସିଥିଲା। କହିଥିଲା ମୋ ଦୁଃଖିନୀ ଭାଉଜ ଆମରି ଘରେ ଆମର ବଂଶର କାହାରି ଜଣକ ପାଖରୁ ବହୁତ ଦୁଃଖ ପାଇ, ବହୁତ ଯନ୍ତ୍ରଣା ପାଇ ଅଭିମାନ କରି ଉଁ ହେଲେ ଆରପାରିର ଯାତ୍ରୀ; ଆଉ ତାଙ୍କରି ଦୀର୍ଘଶ୍ୱାସରେ ଭରିଗଲା ଏଇ ମହଲର ପ୍ରତ୍ୟେକଟି କୋଣ, ଅନୁକୋଣ। ଏତେ ଧନ, ଏତେ ମାନ, ଚନ୍ଦ୍ରମା ପରି ପୁଅ ଝିଅ ସବୁ ଛାଡ଼ି ଗୋଟିଏ ଦୁଃଖୀ ମନ ନେଇ ଚାଲିଗଲେ ପତିପରାୟଣ ଭାଉଜ ମୋର। ତାଙ୍କୁ ବିଦାୟ ଦେଇ ମହାପାପରେ ବୁଡ଼ି ଗଲା ଏଇ ସୁନା ସଂସାର। କେହି ନ କରନ୍ତୁ ସେହି ପାପର ପ୍ରାୟଶ୍ଚିତ, ମୁଁ କରିବି। ସୁଖ ଛାଡ଼ିବି, ସମ୍ଭୋଗ ଛାଡ଼ିବି, ସବୁ ଛାଡ଼ିବି। ତାଙ୍କ ଆତ୍ମାର ଶାନ୍ତି ଲାଗି ମୁଁ ବୁଲିବି ଭଗବାନଙ୍କୁ ଡାକି, ତାଙ୍କରି ସାଙ୍ଗରେ ମାଗୁଣି ରହିବ ମୋର ଏତିକି ଯେ ଭଗବାନ ତୁମକୁ କ୍ଷମା କରନ୍ତୁ। ଆଉ, ଭାଉଜଙ୍କର ପିଲାଙ୍କର ମଙ୍ଗଳ କରନ୍ତୁ। ବିସ୍ମୟାହତ କଣ୍ଠରେ ମନୋରଞ୍ଜନ ପଚାରିଲେ ତା' ପରେ! ମଳିନ ହସିଲେ କନକନାରାୟଣ! କହିଲେ ତା' ପରେ! ଅଦ୍ଭୁତ ଖିଆଲ ପିଲାଟା ସେଦିନ ରାତିରେ ଶୋଇଲା ସମ୍ପୂର୍ଣ୍ଣ ନିରାହାରରେ, ହେଇ ସେପାଖ ଘରେ। ସାରା ରାତି ସେଦିନ ମୁଁ ଶୋଇ ପାରି ନଥିଲି। ସକାଳୁ ଉଠି ଖୋଜିଲି ତାଙ୍କୁ। ପୁଣି ସେ କୁଆଡ଼େ ଚାଲି ଯାଇଥିଲା। କଥା ସାରି କ୍ଳାନ୍ତ ହୋଇ ପଡ଼ିଲେ କନକନାରାୟଣ। କିଛି କ୍ଷଣ ଚୁପ୍‌ଚାପ୍ ହୋଇ ଶୋଇ ରହିଲେ। ପୁଣି ଡାକି ଉଠିଲେ ବୁଲୁ ଆତ୍ମହରା କଣ୍ଠରେ ମନୋରଞ୍ଜନ କହିଲେ ଆଜ୍ଞା। ଆଖି ବୁଜି କନକନାରାୟଣ ପୁଣି ଆରମ୍ଭ କଲେ ବୁଝିଲ ଛାୟା ଯେତେବେଳେ ରୂପର ରୋଷଣୀ ଜାଳି ଆମ ଘରକୁ ବୋହୂ ହୋଇ ଆସିଲା, ସେତେବେଳେ ରାଜା ତା’ରି ସାଙ୍ଗର ହେବ କିମ୍ବା ଟିକିଏ ବଡ଼, ଅଥବା ଟିକିଏ ସାନ ହେବ। ଯାହା ହେଉ, ସେମାନେ ଥିଲେ ପ୍ରାୟ ସମବୟସୀ। ରାଜାର ହାତ ଧରି ନେଇଗଲି ଛାୟା ପାଖକୁ। ପରିଚୟ କରାଇ ଦେଲି। କହିଲି ଦେଖ୍ ଛାୟା, ଏ ହେଲା ମାଆ ବାପ ମଲା ପିଲାଟିଏ। କହିବାକୁ ଗଲେ କୋଳରେ କାଖରେ ମୁଁ ତାକୁ ମଣିଷ କରିଛି। ଚାକିରି ନେଇ ହୁଏତ କାହିଁ କେତେ ଦୂରକୁ ଚାଲି ଯିବ। ତା'ରି ପଢ଼ା ଯୋଗୁଁ ଆଉ ଏ ଘରର ଅନେକଙ୍କ ପାଇଁ ତୁମେ ରହିଯିବ ଘରେ। ରାଜାକୁ ଦେଖିବ ତୁମେ। ମୁଁ ହେବି ନିଶ୍ଚିନ୍ତ। ପତଳା ଓଢ଼ଣା ଭେଦି ଫାଳେ ମୁହଁ ଦେଖା ଯାଉଥିଲା ଛାୟାର। ବସିବା ଭଙ୍ଗୀଟି ତା'ର କି ଅପରୂପ। କି ଶାନ୍ତ। ମାଆ ବାପ ମଲା ପିଲାଟେ କହିବାରୁ ସେହି ଓଢ଼ଣା ଭିତରୁ ଅଳ୍ପ ମୁହଁ ବୁଲାଇ ଚାହିଁଲା ଛାୟା। ଗୋଟିଏ ଆଖି ତା'ର ସମ୍ପୂର୍ଣ୍ଣ ଦେଖାଗଲା। ତା'ରି ସେଇ ଛାୟାଘନ ଆଖିଟି ପାଣିରେ ଢଳଢଳ।